ସରକାର ନିଜେ କହୁଛନ୍ତି ଯେ, ତାଙ୍କ ଶିକ୍ଷାବିଭାଗକୁ ଯେତେ ଅର୍ଥନିଧି ଯୋଗାଡ଼ଯନ୍ତ୍ର ହୋଇ ଆସୁଛି, ତାହାର କୋଡ଼ିଏରୁ ଉଣେଇଶି ଭାଗ ଶିକ୍ଷକମାନଙ୍କୁ ଦରମା ଗଣିବାରେ ଖର୍ଚ୍ଚ ହୋଇ ଯାଉଛି। ଆଉ ଅନ୍ୟ କିଛି ପାଇଁ ପ୍ରାୟ କିଛି ରହୁନାହିଁ। ଶିକ୍ଷା ବଦଳୁ, ଶିକ୍ଷା ଏମିତି ହେଉ ବା ସେମିତି ହେଉ ବୋଲି କମିଶନମାନେ ଫର୍ଦ୍ଦ ପୂରଣ କରି କହୁଛନ୍ତି ସିନା, ମାତ୍ର କଣାଟା ଏପରି ଭାବରେ ଆଁ କରି ରହିଛି ଯେ, ଯେତେ ଢାଳିଲେ ମଧ୍ୟ କୁଆଡ଼େ ଶୋଷି ହୋଇଯାଉଛି। ସରକାର ତ ସ୍ୱୟଂ ବ୍ୟାଧିଗ୍ରସ୍ତ, ତେଣୁ ଏଥିକୁ ସେମାନଙ୍କ ପାଖରେ କୌଣସି ବଳ ନାହିଁ-। ରାଜନୀତିକୁ କାଳକ୍ରମେ ପ୍ରଫେସନାଲ୍ କରି ପକାଇଥିବା ପ୍ରପଞ୍ଚମାନେ ତ ଏବେ ସରକାର ବନି ଦେଶକୁ ମାଡ଼ି ବସିଛନ୍ତି। ଦେଶଟାକୁ ଗଢ଼ିବା ନାଆଁରେ ସେମାନେ ନିଜର ଗୋଟିଏ ବାଟିକୁ ଚଉଦ ବାଟିରେ ପରିଣତ କରିବା ନିମନ୍ତେ ପ୍ରାୟ ନିଶାସକ୍ତ ହୋଇ ରହିଛନ୍ତି। ସେମାନଙ୍କୁ ପ୍ରାୟ ଏକ ମଉକା ବୋଲି ଧରିନେଇ ଶିକ୍ଷକ ଓ ଅଧ୍ୟାପକମାନେ ବି ପୂରା ପ୍ରଫେସନାଲ୍ ପାଲଟି ଗଲେଣି-। ଲାଜ ଛାଡ଼ିଲେଣି। ପେଟ ପୋଷ ନାହିଁ ଦୋଷ ବୋଲି ନୂଆ ସ୍ଲୋଗାନମାନ ଦେଲେଣି। ଘରେ ଶିକ୍ଷା ବିକ୍ରିର ବିପଣି ଖୋଲିଦେଲେଣି। ଭୟଙ୍କର ଭାବରେ ସଫଳ ହେଲେଣି। ତେଣୁ ଶିକ୍ଷା କହିଲେ ଏବେ କେବଳ ପରୀକ୍ଷାରେ ପାସ୍ କରିବାକୁ ହିଁ ବୁଝାଉଛି। ପରୀକ୍ଷାରେ ପାସ୍ କରିବା ନିମନ୍ତେ ଯୁଗର ଫରମାସ୍ ଅନୁସାରେ ଏତେ ଏତେ ନୂଆ କାଇଦା ସବୁ ବାହାରିଲାଣି ଯେ, ବରଷଯାକ ଅଧ୍ୟାପକର କାର୍ଯ୍ୟ କରିବା ଆଉ ଦରକାର ହେଉନାହିଁ। ଛାତ୍ରମାନେ ମଧ୍ୟ ନିଜକୁ କ୍ରମଶଃ ସେହି ଅନୁସାରେ ଖାପ ଖୁଆଇ ନେଉଛନ୍ତି। ସେମାନେ ଆଉ କ୍ଲାସ୍କୁ ଆସୁନାହାନ୍ତି। କାଳ ଅନୁସାରେ ଅନୁକୂଳ ଅନ୍ୟ ବ୍ୟବସ୍ଥାମାନ କଲେଣି। ନିଜର ପିଲାଟିକୁ ଯେକୌଣସି। ପ୍ରକାରେ ସଂସାରଯୋଗ୍ୟ ପରି ଦେଖିବାର ବ୍ୟାକୁଳତାରେ ଅଭିଭାବକମାନେ ମଧ୍ୟ ଅନୁରୂପ ପ୍ରକାରେ ବାଧ୍ୟ ହେଲେଣି। ତଥାପି ଆଜ୍ଞାମାନଙ୍କର ଦରମା ବଢ଼ି ବଢ଼ି ଚାଲିଛି। ଦରମା ବଢୁ ବୋଲି ଋତୁ ଅନୁସାରେ ଧର୍ମଘଟମାନ ହେଉଛି। ବେଳ ଜାଣି ଧମକ ଦିଆଯାଉଛି। ସରକାର ନାମକ ଷଣ୍ଢଟାକୁ ଘୁଙ୍ଗାଳି ରଖି ତା ନାକରେ କଡ଼ା ପିନ୍ଧାଇ କାମ ହାସଲ କରିନେବାର କୌଶଳତନ୍ତ୍ରଟିକୁ ସଂଘର ନେତାମାନେ ଧୁରନ୍ଧର ଭାବରେ ଆୟତ୍ତ କରିନେଲେଣି। ସଂଘରୁ ମହାସଂଘ ବାହାରିଲେଣି। ସେଥିଲାଗି ମହାବଳୀୟାର ଓ ତହୁଁ ବଳୀୟାର ନିମିତ୍ତମାନଙ୍କର ଆବିର୍ଭାବ ହେଲାଣି। କଲେଜର ପିଲାମାନେ ବି ଆଜ୍ଞାମାନଙ୍କର ଏହି ନୂଆ ଧିସାରେ ମଣ ହୋଇଗଲେଣି। ଅଧ୍ୟାପକ ସଂଘର ଦାଦାମାନଙ୍କ ଠାରୁ ପ୍ରେରଣା ନେଇ ସେମାନେ ମଧ୍ୟ ନିଜ ଖୁଆଡ଼ ଭିତରେ ଦାଦାମାନଙ୍କୁ ଦମ୍ଭ ଦେଇ ଶିଖିଗଲେଣି। ଦାବି ଅସଂଖ୍ୟରୁ ସଂଖ୍ୟାତୀତ ହେଲାଣି। କାଲ ଛାତ୍ର ତାର କାଲ ଅଧ୍ୟାପକମାନଙ୍କୁ ନିଜର ଯୁଗୋପଯୋଗୀ ମାଆ ବୋଲି ଗ୍ରହଣ କରିନେଲାଣି। ଶିକ୍ଷା ଯେ ମଣିଷ ଭିତରେ ନୂଆ ନୂଆ ଆଖି ଆଣିଦିଏ, ନୂଆ ନୂଆ ପ୍ରକାରେ ଦେଖିବାକୁ ଶିଖାଏ, ଦାୟିତ୍ୱ ତୁଲାଇ ଶିଖାଏ ଏବଂ ଯୋଗ୍ୟ ହୋଇ ଶିଖାଏ, ଶିଖାଶିଖି ହୋଇ ଆମ କଲେଜମାନଙ୍କରେ ସମ୍ପୃକ୍ତ ସମସ୍ତେ ସେକଥା ଭୁଲିଗଲେଣି। ସକଳ ପ୍ରକାର ଲଜ୍ଜାକୁ ସମସ୍ତେ ଅଣ୍ଟା ଉପରୁ କାଢ଼ି ନେଇ ମୁଣ୍ଡରେ ଠେକା କରି ବାନ୍ଧିଲେଣି ଏବଂ ସଫଳତାର ବୈତରଣୀମାନଙ୍କୁ ପାରିହେବାରେ ଲାଗିଛନ୍ତି। ଆପଣ ଯେକୌଣସି କଲେଜକୁ ଯାଆନ୍ତୁ, ସବୁଠି ସେହି ଏକା ଅଭିନୟଟିକୁ ଦେଖିବାକୁ ପାଇବେ। ପୂରା ଜଖମ ହୋଇଯିବେ। କଲେଜମାନଙ୍କରେ ଖାଲି ଛାତ୍ରଛାତ୍ରୀମାନଙ୍କର ନୁହେଁ, ଅଧ୍ୟାପକମାନଙ୍କର ମଧ୍ୟ ସତେ ଅବା କାହାରି ବାପମାଆ ବୋଲି କେହି